ଅଳକାର ହଠାତ୍ ନିଦ ଭାଙ୍ଗିଗଲା ଏଇସବୁ ଜୋତା ଘୋଷରା, କବାଟ ଟିପା ଓ ଗଳା କାଶର ମିଶାମିଶି ଶବ୍ଦରେ। ନାକରେ କି କାନରେ ପତଙ୍ଗଟିଏ ପଶିଗଲେ ଯେମିତି ମଣିଷ ନିଦରେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡ଼େ। -କିଏ? ରମାକାନ୍ତବାବୁ? -ଆଜ୍ଞା। ମୁଁ ରମାକାନ୍ତ। -ଡାକୁଥିଲ କି? -ନା ହଁ ଡାକୁଥିଲି। -ଏମିତି ପରଦେଶୀ ପରି ବାହାରେ ଠିଆ ହୋଇ କ'ଣ ଭାବୁଛ? ଭିତରକୁ ଆସ। -ଆପଣ ଶୋଇଥିଲେ ପରା। -କେମିତି ଜାଣିଲ? -ଭିତରକୁ ଯାଇ ଶୋଇଥିବା ଦେଖି ଫେରି ଆସିଛି। -ହେ, ହେ, କେଡ଼େ ଲାଜକଥା। ମୁଁ ମରିଯାଇ ନାହିଁ କାହିଁକି? କେମିତି ଶୋଇଥିଲି କେଜାଣି? ରମାକାନ୍ତ ଚୁପ୍ ରହିଲା। -କିଛି, କହୁନାହଁ? ମୁଁ କ'ଣ ଅସଜଡ଼ା ହେଇ ଶୋଇଥିଲି କି? -କେଜାଣି। -ଅଦ୍ଭୁତ ଲୋକ ତୁମେ ଦେଖୁଛି। ମଣିଷର ଲାଜ ସଙ୍କୋଚ ଲୁଚାଇବାକୁ ବି ବାଟ ଦେବ ନାହିଁ। ମୁଁ ତ ଉଠି ସଜଡ଼ା ସଜଡ଼ି କରୁଛି ପହଡ଼େ କାଳ। -ହଁ, ଟିକିଏ ଅଚେତ ନିଦରେ ଶୋଇ ପଡ଼ିଥିଲେ। ଏମିତି ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ଆଉ ଭଲମନ୍ଦ କି ସୁନ୍ଦର ଅସୁନ୍ଦରର ଜ୍ଞାନ ହରାନ୍ତି। ମୁଁ ପରା ସେମିତି ବେକାଇଦା ହେଇ ପଡ଼େ ବୋଲି କବାଟ ବନ୍ଦ କରି ସାରିଲେ ଶୁଏ। -ମୁଁ ସେମିତି କବାଟ ବନ୍ଦ ନ କରି ବିଛଣା ଛୁଏଁ ନାହିଁ। ତୁମକୁ ଅନେକ ସମୟ ଅପେକ୍ଷା କରି ବସିଲି। କ୍ଳାନ୍ତିରେ କେତେବେଳେ ଆଖିପତା ମୁଦି ହେଇ ଯାଇଛି। -ହଁ, ହେଇଥିବ। ମୋ ପାଇଁ ପୁଣି କିଏ ଅପେକ୍ଷା କରିବ? ଏଡ଼େ ଶୁଭଯୋଗ ମତେ ମିଳେ ନାହିଁ। ମୁଁ ଆପଣଙ୍କ ପାଖରେ ଋଣୀ। -ଆରେ ଛାଡ଼ ମ। ଏଠି ମହାଜନ-ଖାତକ କି ମାଲିକ-ସେବକ କଥା ଉଠୁ ନାହିଁ। ଏତେ ଆପଣ-ଆପଣ ହେଉଛ କାହିଁକି? ଆତ୍ମୀୟତାର କ'ଣ ଗୋଟିଏ ପରିଚୟ-ବାଚକ ଶବ୍ଦ ହେଉଛି-ଆପଣ? ରମାକାନ୍ତ ଚାହିଁଲା ଅଳକାକୁ। ନିଜର ଚାହାଣୀର ସର୍ବୋତ୍କୃଷ୍ଟ ଚ୍ଛଟା ଦେଖାଇ ଅଳକା ଲାଜରା ସ୍ୱରରେ କହିଲା-ରମାକାନ୍ତ ତମେ ଭାରି ଖରାପ ଆଖିରେ ଚାହୁଁଛ। କି ଆଖି ଦି'ଟା ପାଇଛ କେଜାଣି? ତଥାପି ରମାକାନ୍ତ ନୀରବ। -ଆସ ଭିତରକୁ। ନିଜର ଘର ପରି ଭାବି ପାରିବ ନାହିଁ କି? ଅଳକା ପର ହେଇପାରେ; କିନ୍ତୁ ତାହାର ପଢ଼ିବା ଘର କ'ଣ ପର? -ନା। -କଥାରେ ହଁ-ନା କହି ନିଜର ବ୍ୟବହାରରେ ସେତକ କ'ଣ ଦେଖାଇ ପାରିବ ନାହିଁ-? ଅଳକା ଅଳସ ଭାଙ୍ଗିଲା। ସେହି ଅଳସ ଭଙ୍ଗୀରେ ସେ କହୁଥିଲା ଯେ ଲୁଚା-ଛପାର ଏହି ଦେହ ଓ ମନର ସମ୍ଭାର ଖାଲି ଅପରକୁ ଆକର୍ଷଣ କରିବା ପାଇଁ। ରମାକାନ୍ତ ଚାହିଁ ରହିଲା। ଓଠ କାମୁଡ଼ି ରାଗକୁ ଦବାଇ ଅଳକା ପଚାରିଲା-କ'ଣ ଖରାପ ଲାଗୁଛି ଏହି ଘରଟା? ମୁଁ ଏମିତି ସବୁ ଜିନିଷ ଅସଜଡ଼ା ପକାଇ ଦିଏ। କିଛି କେବେ ଖୋଜି ପାଏ ନାହିଁ। କ'ଣ ବା ଏଠି ଅଛି ଯେ -ହଁ, ବହି ଖାତା -ପେନ୍ସିଲ, କଲମ କାଲେଣ୍ଡର। ଏଇଆ ତ। ସବୁଗୁଡ଼ାକ ନିର୍ଜୀବ ଆଉ ନିର୍ବୋଧ-। ଏଇ ସଂସାରଟାର ଅଧିକରୁ ଢେର ବେଶି ଏମିତି ଅଳକା ପରି ହୁଣ୍ଡି। -ନା-ନା- -ତମେମାନେ ତ କଲେଜର ନକ୍ଷତ୍ର। ତୁମ ସାଙ୍ଗରେ ଯୁକ୍ତି କରିବ କିଏ? -ଅଳକା ଯୁକ୍ତି କରିବ? ତମେମାନେ ଇଚ୍ଛା କଲେ ହୁଣ୍ଡିକୁ ଯେତେ ଶୀଘ୍ର ସିଆଣିଆ କରିଦବ ତାହାଠାରୁ ବହୁତ କମ୍ ସମୟରେ ଅତି ଚତୁରୀକୁ ହୁଣ୍ଡିଟିଏ କରି ଛାଡ଼ିଦବ ଅଳକା ହସିଲା। ହସି ଚାହିଁଲା-ନକ୍ଷତ୍ରର ଔଷଧର ଗିଲାସଟା ଗଲା କୁଆଡ଼େ? ଏହି କଲେଜର ମାଙ୍କଡ଼ମାନେ ଯଦି ଦେଖନ୍ତି-ବାବାରେ, ମଣିଷ ମଲା ତ। -କ'ଣ ଖୋଜୁଛନ୍ତି? -ଏଇ ନିଜକୁ। ଥରେ ଥରେ ଏମିତି ହଜିଯାଏ-ଭିଡ଼ରେ ମଣିଷ ହଜିଗଲା ପରି। ରମାକାନ୍ତ ହସିଲା-ବେଶ୍ ମଜ୍ଜାଦାର କଥା। ଅଳକା ରମାକାନ୍ତର ଆଖି ଦୁଇଟିର ଆଶା, ଆଶଙ୍କା, ପ୍ରାର୍ଥନା, ନିବେଦନକୁ ଅଟକଳ ନେବାକୁ ଚାହିଁଲା-ବିଚରାର କର୍ମମୟ ଜୀବନ ଆରମ୍ଭ ହୋଇ ନାହିଁ। ସ୍କୁଲର ପ୍ରଥମ ଶ୍ରେଣୀର ବିଦ୍ୟାର୍ଥୀ-ହେଲେ ବି ତ ଛାତ୍ର ଏକା ପାଠଶାଳାର ଛାତ୍ର। ଅଳକା ଓଠରେ ହସର ବଙ୍କିମ ରେଖା ଆଙ୍କି ହୋଇଗଲା। -ହସିଲେ ଯେ